ଏମାନେ ପାହାଡ଼ ହାଣୁଛନ୍ତି–ଚାହାପତ୍ର ଖୁଣ୍ଟୁଛନ୍ତି-। ହାଡ଼ଭଙ୍ଗା ଶୀତରେ ଚାଷ କରୁଛନ୍ତି ଆଳୁ, ଯଅ, ବାର୍ଲି ଇତ୍ୟାଦି ଓ ବିଭିନ୍ନ ରକମର ପନିପରିବା–କମଳା, ଲେମ୍ୱୁ। ଆଗରୁ କାର୍ସିଙ୍ଗର ନାଁ ଶୁଣିଥିଲି–ଏକ ଭଦ୍ର ସୁସଭ୍ୟ ସହର। ବଡ଼ସ୍କୁଲ–ଭଲ ଡାକ୍ତରଖାନା, ସାନାଟୋରିୟମ୍ ସବୁ ଭଲ। ଦାର୍ଜିଲଂ ଜିଲାରେ ଏହା ଏକ ଅନୁପମ ସ୍ଥାନ। କାର୍ସିଙ୍ଗ ପର ଷ୍ଟେସନ ଘୁମ୍। ଦାର୍ଜିଲିଂ ବାଟରେ ଏହା ହିଁ ସର୍ବୋଚ୍ଚ ସ୍ଥାନ। ଉଚ୍ଚତା ଆଠ ହଜାର ପାଞ୍ଚ ଶହ ଫୁଟ। ତେଣୁ ଅଧିକ ଶୀତ ଏଇଠି। କୋଟ କାମିଜ ଭେଦି ଦେହର ଶିରା ପ୍ରଶିରାରେ ଥଣ୍ଡା ପଶିଗଲା ପରି ବୋଧ ହେଉଥାଏ। ଏଇଠୁ କାଲିଂପଙ୍ଗ୍ ବାଟ ଭାଙ୍ଗି ଯିବାକୁ ହୁଏ-। କାଲିଂପଙ୍ଗ୍ ଖବର ପ୍ରାୟ ମାସକେ ଥର ସମ୍ୱାଦ ପତ୍ରରେ ବାହାରିଥାଏ। କାଲିଂପଙ୍ଗ୍ ସମୟେ ସମୟେ ଚିର ଯୌବନା ରୂପସୀ ପରି ଉଚ୍ଛଳ ଉଦ୍ବେଳ; କିନ୍ତୁ ପରକ୍ଷଣରେ ରାଇକମଳ ପରି ପୁଷ୍ପାବଗୁଣ୍ଠିତା ବୈଷ୍ଣବୀ ପରି ଶାନ୍ତି। ଏଇଠି ପାରିଜାତର ମହକ ଛୁଟିଥାଏ ବାୟୁର କଲ୍ଲୋଳ ଦେହରେ। ଘୁମ୍–ସବୁବେଳେ ଘୁମନ୍ତ ସନ୍ଧ୍ୟା ଓ ଶର୍ବରୀ ପରି ବିଷର୍ଣ୍ଣ! କୁଆଶାର ଆଭରଣରେ ସବୁବେଳେ ଆଚ୍ଛନ୍ନ। ବାଟକୁ ବାଟ ଦିଶେନା। ବଜାରରେ ଠିଆ ହୋଇ ଫଳ କିଣିଲାବେଳେ ଏ ଅନୁଭୂତ ପାଇଚି। ପାଟିରୁ କଥା ଶୁଣୁଚି କିନ୍ତୁ ଲୋକର ମୁହଁକୁ ଦେଖି ପାରୁନି। କମଳା ଧରି ପଇସା ଦେଲି। କିନ୍ତୁ କାହାକୁ ଦେଲି, କିଏ କହୁଚି, କିଛି ଜାଣି ପାରିଲି ନାହିଁ। ଘନ କୁହୁଡ଼ିର ବର୍ଷା ଛୁଟିଛି ଅବିଶ୍ରାମ ଭାବରେ। ଘୁମ୍ର ହଜାରେ ଫୁଟ ତଳେ ଦାର୍ଜିଲିଂ। ପଶ୍ଚିମ ବଙ୍ଗଳାର ରାଜଜେମା, ଗ୍ରୀଷ୍ମନିବାସ। ଦିନ ଗୋଟାଏ ବେଳେ ଦାର୍ଜିଲିଂରେ ପହଞ୍ଚିଲୁ। ବାଟଯାକ ଖାଲି ଫଳ ଖିଆ ଚାଲିଥିଲା। ଫଳ ବୋଇଲେ ଖାଲି କମଳା ଲେମ୍ୱୁ। ସେତେବେଳେକାର ବଡ଼ ଫସଲ ଏହି ଫଳ। କମଳା ରସରେ କଣ ଭୋକ ମରିଯାଏ? ଦିନ ଗୋଟାକ ବେଳକୁ କ୍ଷୁଧାଜର୍ଜର କଣ୍ଠରୁ କଥା ବାହାରୁ ନ ଥାଏ। ପ୍ରଥମେ ଖାଅ–ତା'ପରେ ରହିବା ବ୍ୟବସ୍ଥା। ପାଖେ ପାଖେ ହରିସିଂ। ପୁଣି ତିନିଟା ବେଳେ ସେ ମଟର ଛାଡ଼ିବ ସିଲଗୁଡ଼ିକୁ। ରାତି ହଲଟିଂ ସେଇଠି। ଯିବା ପୂର୍ବରୁ ହରିସିଂ ଆମର ସବୁ ସୁବିଧା କରି ଦେଇଗଲା। ମଟରରୁ ଓହ୍ଲେଇବା ମାତ୍ରେ ମଟର ଷ୍ଟାଣ୍ଡ ପାଖରେ ହୋଟେଲ ଦେଖାଇ ଦେଇ ହରିସିଂ କହିଲା–ଏଇଟା ଭଲ ହୋଟେଲ, କିଛି ଖାଇ ପକାନ୍ତୁ? ହୋଟେଲରେ ପ୍ରଥମେ ପଶୁ ପଶୁ ଜଣେ ବାଳିବା ପାଛୋଟି ନେଲେ। ଭିତରେ ଯାଇ ଦେଖିଲୁ ଏଠି ସମସ୍ତେ ବାଳିକା। ରୋଷେଇ, ପରଷା, ପଇସା ରଖିବା ସବୁ ଦୁଇ ଚାରିଜଣ ବାଳିକା ଦ୍ୱାରା। ଛୋଟ ହୋଟେଲଟିଏ। ତଥାପି ଅବ୍ୟବସ୍ଥା ନୁହେଁ। ବ୍ୟବହାର ଖୁବ୍ ଭଦ୍ର। ସଙ୍କୋଚ ଶଙ୍କା କିଛି ନାହିଁ। ଗରମ ଗରମ ଭାତ–ମାସଂ ଝୋଳ, ସୁପ୍, ଡ଼ାଲି ଏହାହିଁ ଖାଦ୍ୟ ସାମଗ୍ରୀ। ମୋର ଧାରଣା ଥିଲା ଏମାନେ ସମସ୍ତେ ବୌଦ୍ଧ; ତେଣୁ ମାଡ୍ରାସୀ ହୋଟେଲ ଭଳି ଏଟି ମାଛ, ମାଂସ ନିଷେଧ। କିନ୍ତୁ ହୋଟେଲ ପାଖରେ କଂସେଇ ଖାନାର ଶବ୍ଦ ଶୁଭୁଥାଏ ଅନବରତ। ବୁଝିଲି, ଏହି ହୋଟେଲ ପରିଚାଳିକା ସମସ୍ତେ ଖ୍ରୀଷ୍ଟାନ। ଚାରିଟି ଭଉଣୀ ପାଠ ପଢ଼ନ୍ତି, ହୋଟେଲ କାମ କରନ୍ତି, କେହି କେହି ଦରକାର ପଡ଼ିଲେ କମଳା ଟୋକେଇ ଧରି ବଜାରରେ ବୁଲି ବିକନ୍ତି। ବେପାର ତ ବେପାର। ଏଥିରେ ସାନ ବଡ଼ର ଶ୍ରେଣୀ ବିଭାଗ ନାହିଁ। ବୌଦ୍ଧମାନେ ମଧ୍ୟ ବର୍ତ୍ତମାନ ମାଛ ମାଂସ ଖାଇବା ଆରମ୍ଭ କଲେଣି। କୌଣସି ନିଷେଧ ନାହିଁ। ଖାଇଲେ ଧର୍ମରୁ ବାସନ୍ଦ କରାଯାଉ ନାହିଁ। ମାଂସ ଚିନା ଦେହ ତାଜା ହେବ କିପରି-? ହ୍ୱିସ୍କି, ରମ୍ ଲିକରର ବ୍ୟବହାର ମଧ୍ୟ ପ୍ରଚୁର। ହୋଟେଲର ରନ୍ଧା ସେତେ ଭଲ ଲାଗିଲାନି-। ପ୍ରଥମେ ଦିନ ଏ ହୋଟେଲରେ ଖାଇ ଖାଇ ପାଞ୍ଚ ଛ ଦିନ କପିରି ରହିବି ଚିନ୍ତା କରି ବସିଲି। ମିଲ ଗର୍ଜ କମ୍ ନୁହେଁ। ପ୍ଳେଟେ ମାଂସ, ଭାତ ଗଣ୍ଡିଏ, ଟିକିଏ ଡାଲି, ସୁପ୍କୁ ପ୍ରାୟ ଏକଟଙ୍କା ଦୁଇଅଣା-। ଧର୍ମଶାଳାରେ ରହିବାକୁ ପଡ଼ିଲା। ହରିସିଂ କୁଲି କରି ଆମ ଖାଇବେ ଭିତରେ ଆମ ବେଡ଼ିଂପତ୍ର ନେଇ ସେଇଠି ରଖିଦେଇ ଆସିଥାଏ। ପୁରୀ, ଗୟା, ପ୍ରୟୋଗ ଓ ବନାରସରେ ଦେଖିଚି ତୀର୍ଥଯାତ୍ରୀମାନେ ଧର୍ମଶାଳାରେ ରୁହନ୍ତି। ଅନ୍ୟଠି ଆଶ୍ରୟ ଯେ ମିଳେନା ତାହା ନୁହେଁ। ଆଶ୍ରୟ ପାଇଁ ହୋଟେଏ, ବୋର୍ଡଂ ଏ ସବୁ ଜାଗାରେ ଅଛି। କିନ୍ତୁ ଧର୍ମଶାଳାରେ ରହିବା ସହଜ, ସୁବିଧା, ଶସ୍ତ।